ଏହି ଦିନରେ ପ୍ରତ୍ୟେକ ଘରର ସ୍ତ୍ରୀଲୋକମାନେ ଘରକୁ ଗୋବରରେ ଲିପାପୋଛା କରିଥାନ୍ତି। ତାହା ପରେ ଠିକ ସନ୍ଧ୍ୟା ବେଳକୁ ମାଦଳ ବାଜା ବଜାଇ ନାଚଗୀତ କରିଥାନ୍ତି। ମାଘେ ମାରାଁ ମାରାଁ ଅର୍ଥ ସବୁଠାରୁ ବଡ଼। ଏହି ଦିନଟି ମାଘେ ପର୍ବର ସବୁଠାରୁ ବଡ଼ ଦିନ ବୋଲି ମାନିଥାନ୍ତି। ଏହି ଦିନ ଦେହୁରୀମାନଙ୍କ ସହିତ ମାଦଳର ତାଳେ ତାଳେ ନାଚି ନାଚି ଗାଧୋଇବା ପାଇଁ ଯାଆନ୍ତି। ଗାଧୋଇ ସାରି ଫେରିବା ପରେ ଦେହୁରୀ ନୂଆ ଧୋତି ପିନ୍ଧି ଗ୍ରାମଦେବତାଙ୍କ ପୂଜା କରିଥାନ୍ତି। ମାଘେ ବାସୀ ଏହି ଦିନ ଦିନରାତି ନାଚଗୀତ ଚାଲିଥାଏ। ଏହି ଦିନ ବେଙ୍ଗାମାନଙ୍କୁ ବିଦାୟ ଦିଅନ୍ତି। ରନ୍ଧା ଖାଦ୍ୟ ଏବଂ ହାଣ୍ଡିଆ ବେଙ୍ଗାମାନଙ୍କୁ ଅର୍ପଣ କରାଯାଏ। ହାରବାଗେୟା ହାରବାଗେୟା ମାଘେ ପର୍ବର ଅନ୍ତିମ ଦିବସକୁ କୁହାଯାଏ। ଏହି ଦିନଟି ଗୃହପାଳିତ ପଶୁପକ୍ଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ପୂଜାର୍ଚ୍ଚନା କରାଯାଏ। ଅନିଷ୍ଟକାରୀ ବେଙ୍ଗାମାନଙ୍କୁ ତଡ଼ିବା ପାଇଁ ଗାଁର ଲୋକ ଏବଂ ପିଲାମାନେ ଗାଳିଗୁଲଜ କରି ବାଡ଼ି ଧରି ତଡ଼ିବାର ପ୍ରଥା ରହିଛି। ବା ଅର୍ଥ ଫୁଲ। ଏହି ପର୍ବରେ ଫୁଲକୁ ପୂଜା କରାଯାଏ। ମୁଖ୍ୟତଃ ଏହି ପର୍ବରେ ଶାଳ ଫୁଲକୁ ପୂଜା କରାଯାଏ। ଏହି ପର୍ବଟି ପ୍ରତି ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥାଏ। ଏହି ପର୍ବର ପ୍ରଥମ ଦିନକୁ ସାକାମ ଦିଆଙ୍ଗ ବୋଲି କୁହାଯାଏ ଦ୍ୱିତୀୟ ଦିନକୁ ମାରାଙ୍ଗ ମୁସିଂ ତୃତୀୟ ଦିନକୁ ବାସି ମୁସିଂ ଏବଂ ଶେଷ ଦିନକୁ ବଣଭୋଜି କୁହାଯାଏ। ପର୍ବର ପ୍ରଥମ ଦିନରେ ଲୋକମାନେ ଶାଳ ପତ୍ର ଶାଳ ଫୁଲ ଏବଂ ଅନ୍ୟାନ୍ୟ ପତ୍ର ନିକଟସ୍ଥ ଜଙ୍ଗଲରୁ ସଂଗ୍ରହ କରି ଆଣନ୍ତି ନିଜ ଘର ଗୋବର ପାଣିରେ ଲିପାପୋଛା କରି। ତୃତୀୟ ଦିନରେ ଦେହୁରୀ ଦେଶାଉଳୀ ପୂଜା ଗ୍ରାମସିରୀ ପୂଜା ଏବଂ ସିଙ୍ଗାବୋଙ୍ଗା ପୂଜା ପାଇଁ ସିମ ମେରମଙ୍କୁ ପୂଜା କରିଥାନ୍ତି। ଶେଷ ଦିନରେ ନାଚଗୀତ ଏବଂ ଭୋଜିର ଆୟୋଜନ କରାଯାଏ। ହେରୋଓ ପର୍ବ ଆନନ୍ଦ ଉତ୍ସବର ପର୍ବ। ଏହି ପର୍ବ ମେ ଜୁନ ମଧ୍ୟରେ ପାଳନ କରାଯାଏ। ଏହି ପର୍ବ ଦୁଇ ଦିନ ପାଳନ କରାଯାଏ। ଏହି ପର୍ବରେ କୌଣସି ବଳି ଦିଆଯାଏ ନାହିଁ। ଏ ସମୟରେ କୌଣସି ଚାଷ କାର୍ଯ୍ୟ ହୁଏ ନାହିଁ। କେବଳ ନାଚଗୀତ ଏବଂ ଭୋଜିରେ ସମସ୍ତେ ସମୟ ଅତିବାହିତ କରନ୍ତି। ବାହାତୌଳି ପର୍ବ ଜୁନ ଜୁଲାଇ ମଧ୍ୟରେ ପାଳନ କରାଯାଏ। ଏହି ପର୍ବ ତିନି ଦିନ ପାଳନ କରାଯାଏ। ତୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନ ଦ୍ୱାରା ପ୍ରଚୁର ବର୍ଷା ସହ ଭଲ ଫସଲ ହେବ। ଗୋମା ପର୍ବ ଜୁଲାଇ ଅଗଷ୍ଟ ମାସ ମଧ୍ୟରେ ପାଳନ କରାଯାଏ। ଏହି ପର୍ବରେ ଦେସୌଳୀ ବୋଙ୍ଗା ପୂଜା କରାଯାଏ। କେନ୍ଦୁ ପତ୍ର ଦେବତାଙ୍କୁ ଅର୍ପଣ କରାଯାଏ ଏବଂ କୁକୁଡ଼ା ବଳି ଦିଆଯାଏ। ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନ ଦ୍ୱାରା ତାଙ୍କ ଫସଲ କୀଟ ଏବଂ ପୋକମାନଙ୍କ ଠାରୁ ସୁରକ୍ଷିତ ରହିବ। ଜୋମନାମା ପର୍ବ ଧାନ କାଟିବା ସମୟରେ ପାଳନ କରାଯାଏ। ଏହି ପର୍ବ ପାଳନ କଲା ପରେ ସମସ୍ତେ ନୂଆ ଧାନରୁ ହୋଇଥିବା ନୂଆ ଚାଉଳ ଖାଆନ୍ତି। ପ୍ରଥମ ଧାନ କଟା ହେଲା ପରେ ସେଥିରୁ ଚୂଡ଼ା ତିଆରି କରି ଗ୍ରାମଦେବତାଙ୍କୁ ଏବଂ ଅନ୍ୟ ଦେବଦେବୀଙ୍କୁ ଅର୍ପଣ କରାଯାଏ।